କ'ଣ କହୁଥିଲି କି, ସେ ମୋତେ ଦିନେ ପଚାରିଲେ, ତୁମ ଭାଇ ଭାଉଜ ସନ୍ୟାସୀ ବ୍ରତ ଗ୍ରହଣ କରିଛନ୍ତି କି? ସେଭଳି କ'ଣ ଜଣା ପଡ଼ୁଛି। ଓଃ କଥା ତା'ହେଲେ ଏଠି। ବୁଝିଲ ନିର୍ମଳା ତୁମ ବାବୁ ସିନା ଇଞ୍ଜିନିୟର। ସୁଇଚ୍ ଟିପିଲେ ପ୍ରଡ଼କ୍ସନ ହେଲା। କିନ୍ତୁ ଆମବାବୁ ତ ଇଞ୍ଜିନିୟର ନୁହଁନ୍ତି, ବ୍ୟାଙ୍କ କର୍ମଚାରୀ। ଟଙ୍କା ଗଣିବା ଆମର କାମ। ଦିନକୁ ହଜାର ହଜାର ଟଙ୍କା ସିନା ଗଣନ୍ତି, ହେଲେ ଟଙ୍କାର ପ୍ରଡ଼କ୍ସନ ଅନ୍ୟ ହାତରେ। ଏଣୁ ପ୍ରଡ଼କ୍ସନ କରିବାକୁ ଗଲେ ସାଧାରଣତଃ ଟିକେ ଡେରି ହେବ। ତେବେ ଆମେ ଏତେ ତରବର ହେଉନା। ଚାଲିଛି ତ ଚାଲିଛି ଚାଲିଥାଉ। କାହିଁକି ସେ ଜଞ୍ଜାଳରେ ଏତେ ଶୀଘ୍ର ପଡ଼ି ଲଟପଟ ହେବୁ। କ'ଣ ବୁଝି ପାରୁଛଟି? ତୁମର ଯିଏ ଆମର ସିଏ। ଭଣଜାଟିଏ ତ ହେଲାଣି ଆଉ ଅସୁବିଧା କ'ଣ? ବାପା ବୋଉ ତା'କୁ ନେଇ ଖେଳନ୍ତୁ। ନିର୍ମଳା କଲ୍ୟାଣୀର ନାକକୁ ଜୋରରେ ଚିପିଦେଇ କହିଲା ତୁମେ ବିରାଡ଼ି ବୈଷ୍ଣବ ସାଜିଛ ନୁହେଁ? ମୁଁ ସବୁ ଜାଣିଛି ଯେ। ଭାବୁଛ ମୁଁ କିଛି ଜାଣିନି। ହଉ କେତେଦିନ ସଉକ କରୁଛ କର। ଦେଖିବା କେତେଦିନ ଏ ରଙ୍ଗ ରଖିବ। ଆମ ରଙ୍ଗ ପକା। ତୁମବାବୁ ସିନା ରସିକ ହୀରାମଣି। ରାସଲୀଳା କରିବାରେ ଧୂରନ୍ଧର। କିନ୍ତୁ ଆମବାବୁ ଠିକ୍ ଓଲଟା, ରସିକତା କରିବା ସେ ଜାଣନ୍ତି ନାହିଁ। ତମବାବୁ ସହିତ ସମକକ୍ଷ ହେବେ କେମିତି? ହଉ ଛାଡ଼ ସେ କଥା। ତୁମବାବୁ ବଡ଼ ସହରରେ ରହୁଛନ୍ତି, ବଡ଼ କୋଠାରେ ଶୋଉଛନ୍ତି, ବଡ଼ ଘରର ଲୋକ, ବଡ଼ ଅଫିସର, ବଡ଼ ଚାକିରି, ଆମେ କେଉଁଠୁ ତୁମ ସହିତ ସମାନ ହେବୁ। ଆସ ଯିବା ଖାଇବା, ରାତି ଦଶଟା ବାଜିଲାଣି। ହଉ ଚାଲ। ତୁମକୁ କଥାରେ କିଏ ପାରିବରେ ବାବା। ସହର ତଳି ଝିଅ ତୁମେ। ସହରର ହାଉଆ ଦେହରେ ବାଜିଛି। ରଙ୍ଗ ତୁମର ଫିଟିଛି, ଏ ଡାଳରେ ଫଳ ସେ ଡାଳରେ ଫୁଲ ତୁମେ। ଏ ଘରର ମାଉସୀ ହେଲେ ସେ ଘରର ପିଉସୀ, ଉଠ, ଯିବା। ହଁ ଚାଲ, ନିଦ ଆସିଲାଣି। ଏଥର ଆପଣ ଆମ ସହିତ ରାଉରକେଲା ଯିବେ। ସେଠାରେ ରହିବେ। ବୋଉକୁ ସଙ୍ଗରେ ନେଇଯିବା। କାହିଁକି ଏଠି ଏକୁଟିଆ ପଡ଼ି ରହିବେ। ବୟସ ବଢ଼ିଲା, ବଳ ହଟିଲା, ଏଥର ବସି ଖାଇବା କଥା। ସହର ବଜାର ବୁଲିବା କଥା। ମୁଁ ତାଙ୍କୁ କହିଛି। ଆସନ୍ତା ଗ୍ରୀଷ୍ମ ଋତୁରେ ଉତ୍ତର ଭାରତ ତୀର୍ଥ କରିବା ପାଇଁ। ଦାଣ୍ଡପଟ କବାଟ ପାଖରେ ଛିଡ଼ାହୋଇ ଦୀନବନ୍ଧୁଙ୍କ ଉଦ୍ଦେଶ୍ୟରେ କଲ୍ୟାଣୀ କହିଲା। ଦୀନବନ୍ଧୁ ଆରାମ୍ ଚେୟାର ଉପରେ ବସିଥାନ୍ତି। ହାତରେ ତାଙ୍କର ଚା' ପ୍ଳେଟ୍ ଥାଏ। ଢୋକେ ଢୋକେ ପିଉଥାନ୍ତି। କଲ୍ୟାଣୀ କଥାଶୁଣି କହିଲେ, ମୁଁ କାହା କଥା ରଖିବି ମା'! ତୋ' କଥା ନା ନିର୍ମଳା କଥା। କାଲି ରାତିରୁ ସେ ମୋ ସହିତ ଜିଗର କରୁଛି ଗଲାଦିନ ମୋତେ ଆଉ ବୋଉକୁ ସାଙ୍ଗରେ ନେଇଯିବାକୁ। ଶୀତାଂଶୁ ମଧ୍ୟ କହୁଛି, ମୁଁ ମନା କରୁଛି। ଘରଦ୍ୱାର ଛାଡ଼ି କୁଆଡ଼େ ଯିବାକୁ ଇଚ୍ଛା ହେଉନି। ଆଜିକାଲି ଗାଁର ଯେଉଁ ଅବସ୍ଥା, ସେଥିରେ ଘରବାଡ଼ି ଛାଡ଼ିଗଲେ ସବୁ ଉଠେଇ ନେବେ। କୁଟା ଖଣ୍ଡିଏ ରଖିବେ ନାହିଁ। ରମାପଦ ଏ ପର୍ଯ୍ୟନ୍ତ ଚିଠି ଦେଇନି। ପରୀକ୍ଷାରେ କ'ଣ କଲା, ଜଣା ପଡ଼ିଲା ନାହିଁ। ଏତେ ଦୂରରେ ରହିଲା। ମୁଁ ମନା କରୁଥିଲି ଏତେ ବାଟ ଯିବାକୁ। କିନ୍ତୁ ତୁମମାନଙ୍କ କଥାକୁ ଏଡ଼ି ପାରିଲି ନାହିଁ। ଯାହା ହେଉ ଏ ତା'ର ଶେଷ ବର୍ଷ। ତାଙ୍କ କଥା ଚିନ୍ତା କରନ୍ତୁ ନାହିଁ, ସେ ଫାଷ୍ଟକ୍ଳାସ ନମ୍ୱର ପାଇବେ। ତାଙ୍କ ଭାଇଙ୍କ ପାଖକୁ ଗତଥର ଚିଠି ଦେଇଥିଲେ। ମୁଁ। ତାଙ୍କ ପାଖକୁ ଏବେ ଖଣ୍ଡେ ଚିଠି ଦେଇଛି। ହଉ ଦେଖିବା, ଗଲାବେଳ ତ ଅଛି। ତୋ ବୋଉ ଯିବାକୁ ରାଜି ତ, ଦୀନବନ୍ଧୁ କହିଲେ। ଆପଣ ହଁ ଭରିଲେ ମୁଁ ତାଙ୍କୁ ବୁଝାଇ ଦେବି। ମୋର ବିଶ୍ୱାସ ସେ ମନା କରିବେ ନାହିଁ। ତାଙ୍କ ସ୍ୱାସ୍ଥ୍ୟ ବି ଭାଙ୍ଗି ପଡ଼ିଲାଣି। ସେଠାକୁ ଗଲେ ଡାକ୍ତର ଦେଖାଇ ଔଷଧ ଦେବାର ବ୍ୟବସ୍ଥା କରିବା। ଆପଣଙ୍କର ମଝିରେ ମଝିରେ ପେଟ ଯନ୍ତ୍ରଣା ବାହାରୁଛି, ତା'କୁ ମଧ୍ୟ ପରୀକ୍ଷା କରି ଦେବା।